ମୁଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରି ମନରେ ଖୁବ୍ ସାହସ ସଞ୍ଚୟ କଲି ଏବଂ ବନ୍ଧୁକଟି ନେଇ ସାହସ କରି ବାହାରକୁ ଆସିଲି। ନିର୍ଜନ ନିବିଡ଼ ସେଇ ବନ ପଥରେ ଧୀରେ ଧୀରେ ଚାଲିଲି। ଶବ୍ଦ ଯେମିତି ଆହୁରି ସ୍ପଷ୍ଟ ହୋଇଆସିଲା। କ୍ରମେ ବନ ପାର ହେଲି, ଶବ୍ଦ ଆହୁରି ସୁନ୍ଦର, ଆହୁରି ସ୍ପଷ୍ଟ। ଅଦୂରରେ ହ୍ରଦର ଜଳ ଚକ୍ଚକ୍ କରୁଛି। ଏମିତି ସମୟରେ ମୋର ଦୃଷ୍ଟି ହ୍ରଦର ଯେଉଁ ଦିଗରୁ ଶବ୍ଦ ସ୍ପଷ୍ଟତର ହୋଇ ଆସୁଥିଲା, ସେଇ ଦିଗକୁ ପଡ଼ିଲା। ଦେଖିଲି କେତୋଟି ନୌକାଭଳି ଜିନିଷ ହ୍ରଦ ଜଳରେ ଭାସୁଛି ଏବଂ ସେହି ନୌକା ଭିତରେ କେହି କଥାବାର୍ତ୍ତା କରୁଛି। ସେମାନଙ୍କର ହାସ୍ୟରୋଳ ଚତୁର୍ଦ୍ଦିଗରେ ମୁଖରିତ ହୋଇ ଉଠୁଛି। କିନ୍ତୁ ଏହି ନୌକା-ଯାତ୍ରୀମାନେ କେଉଁ ପଥ ଦେଇ ଆସିଲେ? ମୋର ମନେହେଲା, ମୁଁ ଯେଉଁ ସୁଡ଼ଙ୍ଗ ପଥରେ ଜଳସ୍ରୋତ ମଧ୍ୟ ଦେଇ ଆସିଥିଲି, ଏମାନେ ହୁଏତ ସେହି ପଥ ଦେଇ ଆସିଥିବେ। ମୁଁ ଟିକିଏ ଦୂରରେ ଥିଲି, ତେଣୁ ସେମାନଙ୍କର କଥାବାର୍ତ୍ତା ଶୁଣିପାରିଲି ନାହିଁ। ମୁଁ ନିଜ ମନକୁ ଏମାନଙ୍କ ସମ୍ବନ୍ଧରେ ବିଭିନ୍ନ କଳ୍ପନା ଜଳ୍ପନା କରି ଏମିତି ଆତ୍ମହରା ହୋଇପଡ଼ିଥିଲି ଯେ କିଛି କ୍ଷଣପାଇଁ ସେମାନଙ୍କ ଆଡ଼କୁ ଚାହିଁ ନ ଥିଲି। ହଠାତ୍ ଚକ୍ଷୁ ତୋଳି ଚାହିଁ ଦେଖିଲି ହ୍ରଦ ଉପରେ ଖଣ୍ଡିଏ ବୋଲି ନୌକା ନାହିଁ। ହ୍ରଦର ଆରପଟୁ ଦଳ ଦଳ ଲୋକ ଏ ଆଡ଼କୁ ଧାଇଁ ଆସୁଛନ୍ତି। ମୁଁ ଭୟରେ ବ୍ୟାକୁଳ ହୋଇପଡ଼ିଲି। କ'ଣ କରିବି? ମୋ ଗୁହା-ଗୃହକୁ ଫେରିଯିବି? ନା, ତାହା କ'ଣ ସମ୍ଭବ? କିନ୍ତୁ ଦେଖିଲି, ପୁଣି ସେମାନେ ଏହି ଆଡ଼କୁ ହ୍ରଦ ଉପରକୁ ଆସି ପାଣିରେ ଝାମ୍ପ ଦେବାକୁ ଲାଗିଲେ। ଗୋଟିଏ ଦଳ ପରେ ଆଉ ଗୋଟିଏ ଦଳ ଆସି ସନ୍ତରଣ କରିବାକୁ ଲାଗିଲେ। ତାହାପରେ ଦଳ ଦଳ ହୋଇ ପକ୍ଷୀ ଭଳି ଆକାଶରେ ଉଡ଼ି ଉଡ଼ି କୁଆଡ଼େ ଚାଲିଗଲେ। ଯେମିତି ଆକାଶ ତଳେ ପକ୍ଷୀ ସାରି ବାନ୍ଧି ଉଡ଼ିଯାଏ, ଏଇ ଅଜଣା ଦେଶର ଅଜଣା ପ୍ରାଣୀମାନେ ମଧ୍ୟ ସେମିତି ଦଳ ବାନ୍ଧି ସାରି ସାରି ହୋଇ ଉଡ଼ିଗଲେ। ସେମାନେ ଦେଖିବାକୁ କେମିତିକା, ପୋଷାକ ପରିଚ୍ଛଦ କିଭଳି, କି ପ୍ରକାର ସେମାନଙ୍କ କଥା, ମୁଁ କିଛିହେଲେ ଜାଣିପାରିଲି ନାହିଁ। କେଉଁଠାକୁ ଗଲା ଧାଡ଼ି ଧାଡ଼ି ନୌକା, ଶବ୍ଦ, ସଙ୍ଗୀତ ଓ ହାସ୍ୟରୋଳ, ସବୁ ଯେମିତି ନୀରବ ହୋଇଗଲା। ମୋର ଶିଳା ଗୃହକୁ ଫେରିଆସିଲି। ମୁଁ ଭାବିଲି, ମୋର କଳ୍ପନା ଓ ଅନୁମାନ ସତ୍ୟ ନୁହେଁ। ମୋର ମନେହେଲା ଏଠାରେ ମଣିଷ ନାହାନ୍ତି କିମ୍ବା ମଣିଷଭଳି କୌଣସି ପ୍ରାଣୀ ମଧ୍ୟ ନାହାନ୍ତି। କିନ୍ତୁ ଏବେ ଦେଖିଲି, ମୋର ଅନୁମାନ ସତ୍ୟ ନୁହେଁ। ଏଠାରେ ଦେବତା ବା ପରୀ ଏଭଳି ଦଳେ କୌଣସି ଶକ୍ତିଶାଳୀ ଅଜ୍ଞାତ ଜୀବର ଅସ୍ତିତ୍ୱ ଅଛି। ମୁଁ ଘରକୁ ଫେରି ଏଇ ବିଛଣାରେ ଶୋଇ ଯାହା ମନେ ମନେ ଚିନ୍ତା କରୁଛି, ହୁଏତ ସେକଥା ସେମାନେ ଜାଣିପାରୁଛନ୍ତି। ମୁଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲି, କହିଲି-ହେ ଈଶ୍ୱର! ମୋତେ ଶକ୍ତି ଦିଅ ଯେମିତି ଏ ବିପଦ ହସ୍ତରୁ ମୁକ୍ତ ହୋଇପାରିବି। ମୁଁ ଏ ଦ୍ୱୀପରେ ଏବେ ସୁଦ୍ଧା କୌଣସି ହିଂସ୍ର ପ୍ରାଣୀର ସନ୍ଧାନ ପାଇନାହିଁ, ଜୀବଜନ୍ତୁର ମଧ୍ୟ କୌଣସି ଆଶଙ୍କା ନାହିଁ। କିନ୍ତୁ କାଲି ଯାହା ଦେଖିଲି, ସେଥିରେ ମୋ ପ୍ରାଣରେ ଭୀଷଣ ଭୟ ସଞ୍ଚାର ହୋଇଛି। ବୁଝିଲି ମୋ ସମ୍ମୁଖରେ ଭୀଷଣ ବିପଦ ଉପସ୍ଥିତ। ଜାଣେନା,